ସର୍ବଶ୍ରୀ ମିଶ୍ର ଓ ମହାପାତ୍ର ବାବୁ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ପୁଲିଂ ଅଫିସର। ନବାଗତା ବନଲତା ଦାସ ସ୍ଥାନୀୟ ପୁଲିଂ ଅଫିସର। ଜୀବନ ସଂଗ୍ରାସର ବିଭିନ୍ନ ସ୍ତରରୁ ଆସି କୃଷ୍ଣପ୍ରସାଦରରେ ଏକତ୍ରିତ ହୋଇଛନ୍ତି। ଦୁଇ ଦିନର ଦାୟିତ୍ୱ ପରେ ପୁଣି ଥରେ ଏକାଠି ମିଳିତ ହେବାର ସୁଯୋଗ ନାହିଁ। ବୋଧହୁଏ ଜୀବନରେ ସେ ସୁଦିନର ଅବକାଶ ନାହିଁ। ନିର୍ବାଚନ ସେମାନଙ୍କୁ ଏକତ୍ରିତ କରିଛି। ନିର୍ବାଚନ ଶେଷରେ ବିଯୋଗ ହେବା ସୁନିଶ୍ଚିତ-। ଯିଏ ଯାହାର କର୍ମକ୍ଷେତ୍ରକୁ ଫେରିଯିବେ। ଫେରିଯିବା ପର ସପ୍ତାହକ ସାଙ୍ଗସାଥି ମହଲରେ ନିର୍ବାଚନ ସଂକ୍ରାନ୍ତୀୟ କେତୋଟି ଆଭାସ, ଆଲୋଚନା। ତା ପରେ ଆଉ କିଛି ନାହିଁ-। ସବୁ ଚିରାଚରିତ ଗତରେ ପଡ଼ିଯିବ। ଗତ କଥା ଭୁଲି ହୋଇଯିବ। ଅଶୋକ ପାତ୍ର ବନଲତା ଦାସଙ୍କ ସଙ୍ଗରେ ସହକର୍ମୀ ପୁଲିଂ ଅଫିସର ମାନଙ୍କ ପରିଚୟ କରାଇ ଦେଲେ। ବନଲତା ଦାସ ବିଦାୟ ନେଇ ଚାଲିଗଲେ। ଗଲାବେଳେ ପଛକୁ ଥରେ ମୁହଁ ବୁଲାଇ ନାହାନ୍ତି କି କଥା ପ୍ରସଙ୍ଗରେ ଫେରି ଆସି ନାହାନ୍ତି। କିନ୍ତୁ ତିନିଜଣଯାକ ଏକ ସାଙ୍ଗରେ ଭାବୁଥିଲେ ବନଲତା ଦାସ ଗଲାବାଟରୁ ଅବଶ୍ୟ ଫେରି ଆସିବେ। ମହାପାତ୍ର ବାବୁ ଦେହରୁ ଇସ୍ତ୍ରୀ ଶାର୍ଟ ଖଣ୍ଡକ ଓହ୍ଲାଇ ଦେଇ ପୁଣି ଥରେ ଅଧା କରିଥିବା ଗୁଡ଼ାଖୁ ମେଞ୍ଚାକ ଧରିଲେ। ମିଶ୍ରବାବୁ ସାଙ୍ଗରେ ନେଇ ଯାଇଥିବା ପାନ ବଟୁଆ ମେଲି ପାନ ଭାଙ୍ଗି ବସିଲେ। ଖୁବ୍ ସାଧାସିଧା ଜଣା ପଡ଼ୁଛି। ଗ୍ରାମସେବିକା ପାଇଁ ଅନୁପଯୁକ୍ତା। ମହାପାତ୍ର ବାବୁ ନାଟକୀୟ ସ୍ୱରରେ ତାଙ୍କ ମନ୍ତବ୍ୟ ପ୍ରଦାନ କଲେ। ବିଭିନ୍ନ ରଙ୍ଗମଞ୍ଚରେ ଅଭିନୟ ଅଭିଜ୍ଞତା ତାଙ୍କର ଅଛି। କଥା କହିଲେ ସେ ନାଟକୀୟ ସଂଳାପ କହିଲା ପରି ଶବ୍ଦ ଶେଷରେ ଥାକ ଦିଅନ୍ତି। ସମ୍ପୂର୍ଣ୍ଣ ବାକ୍ୟଟା ଛନ୍ଦମୟ ହୋଇଯାଏ। ରସ ସୃଷ୍ଟି କରିବାର ବ୍ୟୁତ୍ପତ୍ତି ତାଙ୍କର ରହିଛି। ମିଶ୍ରବାବୁ ମହାପାତ୍ର ବାବୁଙ୍କ କଥା ଶୁଣିଲେ ସିନା ଉତ୍ତର ଦେଲେ ନାହିଁ। ପାର୍ଟିର ଦ୍ୱିତୀୟ ଭାରପ୍ରାପ୍ତ କର୍ମଚାରୀ ଭାବରେ ପରିଚୟ କରାଇ ଦେଲେ ସେ କୃତକୃତ୍ୟ ହୁଅନ୍ତି। ସେହି ଦୃଷ୍ଟିରୁ ସେ କଥାଭାଷାରେ ଟିକିଏ ସଂଯମ ହେବାର ଅଭିଳାଷ ତାଙ୍କର। କିନ୍ତୁ ମିଶ୍ରବାବୁଙ୍କର ସେ ଅଭିଳାଷାଟା ବିଫଳ ଅଭିଳାଷଟିଏ। ତାଙ୍କ ସମ୍ବନ୍ଧରେ ଦି'ପଦ ପ୍ରଶଂସା କରି କିଛି ଆରମ୍ଭ କରିଦେଲେ, ଆଉ ସଂଯମର ମୁହଁ ଦେଖୁଛି କିଏ? ପରକ୍ଷଣରେ ସେ ପ୍ରଗଳ୍ଭ ହୋଇ ଉଠିଲେ। ଶୁଣି, ଘୋଷି ମନେ ରଖିଥିବା ଗୋଟିଏ ପ୍ରେମପୂର୍ଣ୍ଣ ଗୀତର ଲହର ଧରିଲେ। ''ତୁମେ ମଲା ଆକାଶର ଚନ୍ଦ୍ର ହୋଇ ଆସିଥିଲ। ତୁମେ ଆସିଥିଲ ରୂପ, ବୟସର କଳସ ଧରି। କିନ୍ତୁ କି ନିର୍ମମ! ତମ ଜ୍ୟୋସ୍ନାରୁ ଟିକିଏ ହେଲେ ଦାନ କଲ ନାହିଁ। ରୂପ କଳସରୁ ଟିକିଏ ବି ଛିଞ୍ଚି ଗଲ ନାହିଁ! ସ୍ୱାର୍ଥପର!! '' 'ତୁମର କଣ୍ଠଟା ଚମତ୍କାର! ' ମହାପାତ୍ର ବାବୁ ମନ୍ତବ୍ୟ ଦେଲେ। 'କଣ ଆଜି ଜାଣିଲ? ' ମିଶ୍ରବାବୁ ପ୍ରଶ୍ନ କଲେ। 'ମିଶ୍ରବାବୁ ଖୁବ୍ ଭଲ ଗାଆନ୍ତି। ' ଅଶୋକ ପାତ୍ର ସଂଯୋଗ କଲେ। 'ଏହାଠୁ ଆହୁରି ଭଲ ଗାଏ ଆଜ୍ଞା! ସାଙ୍ଗସାଥି ମେଳରେ ଥିଲେ ଗୀତ ଗାଇ ଗାଇ ରାତି ପାହିଯାଏ ଦିଲ୍ଦାର ଲୋକ କିନା! ସମସ୍ତେ ସେକଥା ବୁଝି ପାରିବେନି'। ମିଶ୍ରବାବୁ ଆତ୍ମ ସମର୍ଥନ କରୁଥିଲେ। 'କି ଗୀତ ଗାଅ? ' ମହାପାତ୍ର ବାବୁଙ୍କର ଦ୍ୱିତୀୟ ପ୍ରଶ୍ନ। 'ପ୍ରେମ-ଗୀତ। ' 'ଆଉ କିଛି ନୁହେଁ? ' ପ୍ରେମ ଥିଲେ ଗୀତଟା ଯେମିତି ଜମେ, ଅନ୍ୟ କାହିଁରେ ସେମିତି ଜମେ ନାହିଁ। ମିଶ୍ରବାବୁ କହୁ କହୁ ହସିଲେ। ସେ ଏକ କିମ୍ଭୁତ କିମାକାର ହସ। ଓଠକୁ ଦେଖିଲେ ହସ ବୋଲି ଜଣା ଯାଉଥିଲେ ବି ଆଖି ଦି'ଟା ଖାପ୍ଛଡ଼ା ଦେଖାଯାଏ ପଚାରିଲେ କହନ୍ତି, 'ବାଧ୍ୟ ହୋଇ ସିନା ହସେ, ସବୁବେଳେ ଜନ୍ମ ପଛର ମୃତ୍ୟୁକଥା ଭାବୁଥାଏ। 'କାହାର ମୃତ୍ୟୁ କଥା? ' ଅଶୋକବାବୁ ପଚାରନ୍ତି। 'ମୋ' ନିଜର। ଏ ସଂସାରଟା ଦିକ୍ଦାର ଲାଗିଗଲାଣି। ଯେତକଯାକ ଜଞ୍ଜାଳ। ଟିକିଏ ହେଲେ ମୁକ୍ତି ନାହିଁକି ଉପଭୋଗ ନାହିଁ। ସବୁବେଳେ ପୀଡ଼ନ। ' 'ଏହାରି ଭିତରେ କିନ୍ତୁ ବଞ୍ଚି ରହିବାକୁ ହେବ ଯେ! ' ଅଶୋକବାବୁ କହନ୍ତି। 'ଯିଏ ବଞ୍ଚିଲେ ବଞ୍ଚୁ ପଛକେ, ମୋର ତ ବଞ୍ଚିବାକୁ ଆଉ ଆଗ୍ରହ ନାହିଁ। ମୁଁ ମୃତ୍ୟୁ ଚାହେଁ-। ' ଅଠେଇଶ ବର୍ଷ ବୟସର ମିଶ୍ରବାବୁଙ୍କର ଇଏ ଏକ ଅଦ୍ଭୁତ କଳ୍ପନା।